'' ଆଗରେ ଠିଆହୋଇ ରିଭଲଭର ଦେଖାଇ ଦୃଢ଼ଭାବରେ ତାହା ସହିତ କେହି ଏଭଳି କଥାବାର୍ତ୍ତା କରିବା ମ୍ୟାକ୍ଜିଣ୍ଟି ଜୀବନରେ ଏହା ହିଁ ପ୍ରଥମ। କ୍ରୋଧରେ ତା ବଦନମଣ୍ଡଳ ଲାଲ ହୋଇଉଠିଲା। ମାତ୍ର କ୍ଷଣକ ପରେ କଅଣ ବିଚାରି ସେ କ୍ରୋଧ ଦମନ କରି ହସିଉଠିଲା। ତା ପରେ ମ୍ୟାକ୍ମାର୍ଡ଼ୋର ହାତ ଧରିପକାଇ କହିଲା, ''ସାବାସ୍, ତୁମ ଭଳି ଜଣେ ସାହସୀ ସଭ୍ୟ ପାଇ ଆମର ଏ କ୍ଳବ ଯେ ଅଧିକ ଶକ୍ତିଶାଳୀ ହୋଇଉଠିବ, ଏ ବିଷୟରେ ମୋ ମନରେ ଆଉ ଟିକିଏ ହେଲେ ସନ୍ଦେହ ନାହିଁ। '' ଠିକ୍ ଏହି ସମୟରେ ଉତ୍ତର ପାଖରେ ଗୋଟିଏ ଅତି ଛୋଟ ଝରକାରେ ହୋଟେଲ ଚାକରର ମୁହଁ ଦେଖାଗଲା। ମ୍ୟାକ୍ଜିଣ୍ଟି ବିରକ୍ତହୋଇ କହିଉଠିଲା, ''ତୁମମାନଙ୍କ ଦାଉରେ ମଣିଷ ପାଞ୍ଚ ମିନିଟ୍ ହେଲେ କୌଣସି ଭଦ୍ରଲୋକ ସାଙ୍ଗରେ ନିରୋଳାରେ ଯେ କଥାବାର୍ତ୍ତା କରିବ, ତାର ଉପାୟ ନାହିଁ। କଅଣ କହିବାର ଅଛି? କହ। '' ଚାକରଟି ଭୟରେ ଥରିଥରି କହିଲା, ''ଆଜ୍ଞା, ମୋର କିଛି ଦୋଷ ନାହିଁ। ଟେଡ଼ି ବଲ୍ଡ଼ୁଇନ ମୋତେ ଏଠାକୁ ପଠାଇଲେ। କହିଲେ, ବିଶେଷ ଜରୁରୀ କାମ ଅଛି, ଏହି ମୁହୂର୍ତ୍ତରେ ମହାମାନ୍ୟବର ସର୍ଦ୍ଦାରଙ୍କ ସହିତ ତାଙ୍କର ଦେଖାହେବା ନିତାନ୍ତ ଦରକାର। '' କବାଟ ଖୋଲିଦେଇ ମ୍ୟାକ୍ଜିଣ୍ଟି କହିଲା, ''ଯା, ଆସିବାକୁ କହିଦେ। '' ମ୍ୟାକ୍ଜିଣ୍ଟି ମୁହଁରୁ କଥା ଶେଷ ନ ହେଉଣୁ ଟେଡ଼ି ବଲ୍ଡ଼ୁଇନ ପ୍ରବଳ ଝଡ଼ବେଗରେ ଆସି ସେ ଘରଭିତରେ ପଶିଗଲା। ହଠାତ୍ ସେଠାରେ ମ୍ୟାକ୍ମାର୍ଡ଼ୋଙ୍କୁ ଦେଖି ରାଗ ଓ ବିସ୍ମୟରେ ଥରିବାକୁ ଲାଗିଲା। ତା ଦୁଇ ଆଖିରୁ ନିଆଁର ଝଲକ ବାହାରି ଆସିଲା ପରି ଜଣାଗଲା। ଦାନ୍ତ କଡ଼ମଡ଼ କରି ସେ କହିଲା, ''ପାଜି, ବଦମାସ୍! ମୁଁ ଆସିବା ଆଗରୁ ଆସି ଏଠାରେ ପହଞ୍ଚିଗଲୁଣି? '' ସର୍ଦ୍ଦାରକୁ ଚାହିଁ କହିଲା, ''ମହାମାନ୍ୟବର କାଉନ୍ସିଲର, ଏହି ଲୋକଟା ସମ୍ପର୍କରେ ମୋର ଆପଣଙ୍କ ସହିତ ବିଶେଷ କଥାବାର୍ତ୍ତା ହେବାର ଅଛି। '' ମ୍ୟାକ୍ମାର୍ଡ଼ୋ କହିଲେ, ''ଯାହା କହିବାର ଅଛି, ତାହା ଏହିଠାରେ ମୋ ଆଗରେ ହିଁ କହ। '' ''ମୋ ଖୁସି, ମୁଁ ଯଦି ନ କହେ? '' ମ୍ୟାକ୍ଜିଣ୍ଟି ଦୁଇ ଜଣଙ୍କ ମଝିକୁ ଆସି ଠିଆହେଲା। ବଲ୍ଡ଼ୁଇନକୁ ଚାହିଁ ଭତ୍ସର୍ନାସ୍ୱରରେ କହିଲା, ''ଚୁପ୍ ଚୁପ୍, କ୍ଳବର ଜଣେ କମ୍ରେଡ଼ ପ୍ରଥମ ହୋଇ ଆମର ଏ ଅଞ୍ଚଳକୁ ଆସିଅଛନ୍ତି। ତାଙ୍କ ସଙ୍ଗେ ବନ୍ଧୁତା କରି ତାଙ୍କୁ ସମ୍ବର୍ଦ୍ଧନା କରିବ କଅଣ, କନ୍ଦଳ ଭିଆଇ ବସିଲେଣି। ଛି, ଛି, ଏ କି କଥା-? ଶତ୍ରୁତା ଭୁଲିଯାଅ। ନିଜ ଭିତରେ ଆପୋଷ ନିଷ୍ପତ୍ତି କରିନିଅ। '' ରାଗ ଓ ଅଭିମାନରେ ବଲ୍ଡ଼ୁଇନ ଗର୍ଜିଉଠି କହିଲା, ''ନା, କଦାପି ନୁହେଁ। '' ମ୍ୟାକ୍ଜିଣ୍ଟିକୁ ଲକ୍ଷ୍ୟକରି ମ୍ୟାକ୍ମାର୍ଡ଼ୋ କହିଲେ, ''ଯଦି ମୁଁ ଏହାଙ୍କ ପ୍ରତି କୌଣସି ଅନ୍ୟାୟ କରିଥାଏ, ତେବେ ମୁଁ ତାଙ୍କୁ ଆଗରୁ କହି ଦେଉଛି ଯେ, ମୁଁ ତାଙ୍କ ସଙ୍ଗରେ ପ୍ରତିଯୋଗିତାରେ ଠିଆହେବାକୁ ପ୍ରସ୍ତୁତ ଅଛି। ସେ ଯେପରି ଇଚ୍ଛା କରିବେ, ମୁଁ ସେହି ଭାବରେ ଲଢ଼ିବାକୁ ରାଜି। ବର୍ତ୍ତମାନ କ୍ଳବର ମହାମାନ୍ୟବର ସର୍ଦ୍ଦାର ହିସାବରେ ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଆପଣ ଏହାର ବିଚାର କରନ୍ତୁ। '' ମ୍ୟାକ୍ଜିଣ୍ଟି ଅବାକ୍ ହୋଇଗଲା। ଥରେ ଏହା ମୁହଁକୁ ଓ ଥରେ ତା ମୁହଁକୁ ଚାହିଁ ଜିଜ୍ଞାସା କଲା, ''ଘଟଣା କଅଣ? '' ମ୍ୟାକ୍ମାର୍ଡ଼ୋ କହିଲେ, ''ଗୋଟିଏ ଭଦ୍ରମହିଳା ସଂକ୍ରାନ୍ତ ଘଟଣା। ସେ ଯାହାକୁ ପସନ୍ଦ କରିବେ, ତାକୁ ବିବାହ କରିବାର ଅଧିକାର